ଏକମାତ୍ର ଆଦର୍ଶ ହେଉଛି ଯଥାକଥା ଶାସନ ଭିତରକୁ ଯାଇ ବ୍ୟକ୍ତିଗତ ସ୍ୱାର୍ଥ ସାଧନ କରିବା। ଚତୁର୍ଥ ପଞ୍ଚବର୍ଷୀୟ ଯୋଜନା କଂଗ୍ରେସ ସରକାରଙ୍କର। ବାମପନ୍ଥୀ କମ୍ୟୁନିଷ୍ଟମାନେ ସୃଷ୍ଟି କରୁଛନ୍ତି ଯେ ସେ ଯୋଜନା ଅବାସ୍ତବ ଓ ଲୋକଦେଖାଣିଆ। କିନ୍ତୁ କଂଗ୍ରେସ ସେ ଯୋଜନାର ଯଥାର୍ଥତା ପ୍ରତିପାଦନ କରିବା ପାଇଁ କିଛି କରୁନାହିଁ ବା କହୁନାହିଁ ମଧ୍ୟ; ଅଥଚ କେନ୍ଦ୍ରରେ କଂଗ୍ରେସ ଶାସନଭାରରେ ଅଛି। ଶାସନ ପରିବର୍ତ୍ତେ ଆସନରେ ରହିବାପାଇଁ ପ୍ରତ୍ୟେକେ ଏପରି ଛକାଛକିରେ ଅଛନ୍ତି ଯେ ଶାସନ ବିଧାନର ସର୍ବୋଚ୍ଚ ପଦ ରାଷ୍ଟ୍ରପତି ନିର୍ବାଚନ ମଧ୍ୟ ସହଜରେ ହୋଇପାରୁ ନାହିଁ। ଅଥଚ ଏ ପଦଟି ଏତେକାଳ ଶୂନ୍ୟ ରହିବା ବାଞ୍ଛନୀୟ ନୁହେଁ। ପଶ୍ଚିମବଙ୍ଗରେ ବର୍ତ୍ତମାନ ଦୁଇଜଣ ଗଭର୍ଣ୍ଣର ଦରମା ପାଉଛନ୍ତି। ଜଣେ ଛୁଟିରେ ଓ ଆଉ ଜଣେ ତାଙ୍କ ଜାଗାରେ ଅଛନ୍ତି। ତେଲେଙ୍ଗାନାରେ ନିଆଁ ଜଳୁଛି; ଅଥଚ ଉଭୟ ପକ୍ଷକୁ ଡାକି କଥାବାର୍ତ୍ତା ଚଳେଇବା ପାଇଁ ମଧ୍ୟ କେହି ସମୟ ଦେଇ ପାରୁନାହାନ୍ତି। ପଶ୍ଚିମବଙ୍ଗରେ ଏପରି କେତେକ ଦ୍ୱନ୍ଦ୍ୱ ସୃଷ୍ଟି ହେଲାଣି, ସେ ସମ୍ବନ୍ଧରେ କଥାବାର୍ତ୍ତା କରି ସେ ସବୁର ସମାଧାନ ପାଇଁ ଚେଷ୍ଟା ହେଉନାହିଁ। ରାଜନୈତିକ ସ୍ତରକୁ ଛାଡ଼ିଦେଲେ ଅର୍ଥନୈତିକ ସ୍ତରରେ ମୂଲ୍ୟ ବୃଦ୍ଧି, କର୍ମଚାରୀମାନଙ୍କ ଅସନ୍ତୋଷ, ସରକାରୀ କାମ ବହୁ ପରିମାଣରେ କମିଯିବା ଫଳରେ ଦେଶରେ ଅର୍ଥନୈତିକ ବିପର୍ଯ୍ୟୟ ଏସବୁକୁ ଗୋଟି ଗୋଟି କରି ଆଲୋଚନା କରି ସମାଧାନର ଚେଷ୍ଟା କରିବାର ସୂଚନା ସୁଦ୍ଧା ମିଳୁନାହିଁ। ଏପରି ଭାବରେ କେନ୍ଦ୍ର ଶାସନ କାର୍ଯ୍ୟ କରୁଛି ଯେପରି ମନେ ହେବ ଦେଶରେ କୌଣସି ସମସ୍ୟା ନାହିଁ। ଯଦି କିଛି ଥାଏ ତେବେ ତାହା ହେଉଛି ବିହାରରେ ଅନ୍ୟ ଦଳରୁ ସଭ୍ୟ ଖସାଇ ନେଇ କିପରି କଂଗ୍ରେସକୁ ଶାସନକୁ ଆଣିବାକୁ ହେବ ବା ଆନ୍ଧ୍ରରେ କିପରି ବ୍ରହ୍ମାନନ୍ଦ ରେଡ଼ି ମୁଖ୍ୟମନ୍ତ୍ରୀ ହୋଇ ରହିଯିବେ ଇତ୍ୟାଦି। ମହାରାଷ୍ଟ୍ରରେ ଶିବସେନା ଏକ ସମସ୍ୟା ସୃଷ୍ଟି କରିଛି। ଅଥଚ ତା'ର ସମାଧାନ ପାଇଁ କିଛି ହେଲେ ଚେଷ୍ଟା ହେଉନାହିଁ। ସବୁ କଥା ଏପରି ଖାପଛଡ଼ା ଓ ହୁଗୁଳା ହୋଇଗଲାଣି ଯେ ଜୟପ୍ରକାଶ ନାରାୟଣ, ନବକୃଷ୍ଣ ଚୌଧୁରୀଙ୍କ ପରି ବ୍ୟକ୍ତିମାନେ ମଧ୍ୟ ମତପ୍ରକାଶ କରୁଛନ୍ତି ଯେ ଗଣତାନ୍ତ୍ରିକ ଉପାୟରେ ସମାଜର ଉନ୍ନତି ସାଧନ କରି ହେବନାହିଁ। ଏହି ଯେ ମତ ପ୍ରକାଶ ପାଉଛି ଏଥିପାଇଁ କଂଗ୍ରେସ ହିଁ ଦାୟୀ। ମୁଁ ଜାଣେ ପଶ୍ଚିମବଙ୍ଗରେ ସାଧାରଣ ଜନତା ଭିତରେ ବାମପନ୍ଥୀ କମ୍ୟୁନିଷ୍ଟମାନେ ଯେପରି ପ୍ରଚାର ଚଳାଇଛନ୍ତି ସେଥିର ଉତ୍ତର ଦେବା କଠିନ ହେଉଛି। ପ୍ରଥମ କଥା କଂଗ୍ରେସର ଲୋକଙ୍କ ଭିତରେ ସଙ୍ଗଠନ ନାହିଁ, କାରଣ ବହୁବର୍ଷ ଶାସନରେ ରହି ଶାସନକୁ ଦଳର ଅଂଶ ବୋଲି ମନେ କରିବା କଂଗ୍ରେସର ଅଭ୍ୟାସ ହୋଇଯାଇଛି। ତା'ଛଡ଼ା ଏପରି ହାସ୍ୟାସ୍ପଦ ଓ ଅଯୁକ୍ତିକର କାର୍ଯ୍ୟ ସବୁ ହେଉଛି ଯାହାକୁ ଗୋଟି ଗୋଟି କରି ଜନତା ଭିତରେ ବାମପନ୍ଥୀ କମ୍ୟୁନିଷ୍ଟ ଦଳର ଉତ୍ସାହୀ କର୍ମୀମାନେ ବୁଝାଉଛନ୍ତି। ବାସ୍ତବିକ ଆଜି ଜନତା ଭିତରେ କମ୍ୟୁନିଷ୍ଟ ଦଳ ଅଛନ୍ତି। କଂଗ୍ରେସ ଓ ଅନ୍ୟ ଦଳମାନେ ଉପରେ ଭାସୁଛନ୍ତି। କଂଗ୍ରେସକୁ ଛାଡ଼ିଦେଇ ଅନ୍ୟ ଗଣତାନ୍ତ୍ରିକ ଦଳମାନେ ଏକତ୍ର ହେବାର ଯୋଜନା ସହଜରେ କାର୍ଯ୍ୟକାରୀ ହୋଇପାରୁନାହିଁ। ଫଳରେ ଜନତା ଭିତରେ ବିପ୍ଳବର ପ୍ରଚାର ଓ ଅନ୍ୟ ଦିଗରେ ପରିହାସଜନକ ଗଣତାନ୍ତ୍ରିକ ପଦ୍ଧିତର କାର୍ଯ୍ୟ। ଏଥିରେ କଅଣ ଆଶା କରାଯାଇପାରେ? ବାସ୍ତବିକ ଦେଶ ପକ୍ଷରେ ଏକ ପରୀକ୍ଷାର ବେଳ ଆସିଛି। ସମ୍ବାଦପତ୍ରରେ ବା ସଭା ସମିତିରେ କେରଳର ମୁଖ୍ୟମନ୍ତ୍ରୀ ବା ପଶ୍ଚିମବଙ୍ଗର ଉପମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା କରି ଲାଭ ନାହିଁ। କାର୍ଯ୍ୟରେ